ଫଟିକ୍ କହିଉଠିଲା, ରାଜାବାହାଦୁର ଏକ ପାଗଳ। ଜଜ୍ କାଶୀ କହିଲେ, ସେ ଯେ ପାଗଳ, ଏହା ଏପରି ଏକ ସତ୍ୟ ଯେ କାହାକୁ ବୁଝାଇବାର ଦରକାର ପଡ଼ିବ ନାହିଁ। ଏହାର ଆଲୋଚନା ଅନାବଶ୍ୟକ। ଏବେ ପ୍ରଶ୍ନ ହେଲା ଆମେ କିପରି ଆମର ଜୀବନ ରକ୍ଷା କରିବା! ଏ ଦ୍ଵୀପରେ ଆଉ କେହି ନାହିଁ। ବିଚାରପତି କହିଲେ, ଏହା ମିଥ୍ୟା ନୁହେଁ। ସେ କଥା ମୁଁ ସକାଳୁ ଜାଣିପାରିଛି। ତେଣୁ ଆପଣଙ୍କ ସହିତ ଗୁପ୍ତଘାତକର ଅନୁସନ୍ଧାନରେ ବୁଲିନାହିଁ, ଡାକ୍ତର, ତମକୁ ମନା ମଧ୍ୟ କରିନାହିଁ। ମନା କଲେ କିଛି ଲାଭ ମଧ୍ୟ ହୁଅନ୍ତା ନାହିଁ। ମୁଁ ଭାବୁଛି, ରାଜାବାହାଦୁରଙ୍କର ଉଦ୍ଦେଶ୍ୟ ହେଲା ଏପରି କେତେଜଣ ବ୍ୟକ୍ତିଙ୍କୁ ଦଣ୍ଡ ଦେବା, ଯେଉଁମାନଙ୍କର ଅପରାଧ ସମ୍ପର୍କରେ ସେମାନଙ୍କର ସଂଶୟ ନାହିଁ, କିନ୍ତୁ ଆଇନ ସେମାନଙ୍କୁ ସ୍ପର୍ଶ କରିନି। ତେବେ ମୋର ମନେହେଉଛି ଗୋଟିଏ କଥା। ଆପଣ ଚିନ୍ତା କରନ୍ତୁ। ବଡ଼ ସ୍ପଷ୍ଟ ବ୍ୟାପାର। ଆମ ଭିତରେ ଅଛନ୍ତି ରାଜାବାହାଦୁର। ବର୍ଷା କାନ୍ଦିଉଠିଲା, ନା, ନା, ତାହା ହୋଇପାରେନା। ଜଜ୍ ମହାଜନ କହିଲେ, ବର୍ଷା, ସତ୍ୟକୁ ଏଡ଼ାଇଯିବାର ମୁହୂର୍ତ୍ତ ଏ ନୁହେଁ। ଆମ ସମସ୍ତଙ୍କର ବିପଦ। ଆମ ଭିତରେ ଜଣେ ରାଜାବାହାଦୁର ଅଛନ୍ତି। କିନ୍ତୁ ସେ କିଏ? ଦଶ ଜଣ ଆସିଥିଲୁ ଏ ଦ୍ଵୀପକୁ, ଏବେ ତିନି ଜଣ ଯମାଳୟରେ। ଯେଉଁମାନେ ମଲେଣି ସେମାନଙ୍କର ପ୍ରଶ୍ନ ଉଠେନା। ଆମ ସାତ ଜଣଙ୍କ ଭିତରୁ ଜଣେ? କ'ଣ ଆପଣମାନେ ମୋ ସହିତ ଏକମତ? ଡାକ୍ତର ଦୁର୍ଗାମାଧବ କହିଲେ, ଆପଣଙ୍କ କଥା ହୁଏତ ଠିକ୍, କିନ୍ତୁ ଚିନ୍ତା କରିବାକୁ ଭଲ ଲାଗେନା। ଫଟିକ୍ କହିଲା, ଠିକ୍ କଥାଟା ସତ ହେବ। ବିନୋଦିନୀ କହିଲେ, ସିଦ୍ଧାନ୍ତଟି ଯୁକ୍ତିଯୁକ୍ତ। ନିଃସନ୍ଦେହରେ କୁହାଯାଇପାରେ ଯେ ଆମ ଭିତରେ ଜଣକ ଉପରେ ଶୟତାନ ବାସ କରୁଛି। ମାଧବ କହିଲା, ମୁଁ ଆପଣଙ୍କ ସହିତ ଏକମତ। ମାଧବ କହିଲା, ସେ କଥା ତ ମୁଁ ତମକୁ କହିଛି କାହିଁକି ରଖିଛି, କିପରି ରଖିଲି। ତା ପରେ ଆହୁରି ପ୍ରଶ୍ନ କାହିଁକି? ଏଇଟା ଗଳ୍ପ ହୋଇପାରେ। ମନଗଢ଼ା କଥା। ବିଚାରପତି କହିଲେ, ଆମର କାହାରି କଥାର ସପକ୍ଷରେ ପ୍ରମାଣ ନାହିଁ। ପରସ୍ପରର କଥା ମାନିନେବା ଛଡ଼ା ଅନ୍ୟ ଗତି ନାହିଁ। ଯେଉଁ ବିଚିତ୍ର ଓ ସଙ୍କଟମୟ ପରିସ୍ଥିତିରେ ପଡ଼ିଛୁ ତାହାର ଗୁରୁତ୍ଵ ସମ୍ପର୍କରେ ଆମେ ସଚେତନ। ବର୍ତ୍ତମାନ କ'ଣ କରାଯିବ? ତେବେ ଆମ ଭିତରେ ଏପରି କେହି ଅଛନ୍ତି ଯାହାଙ୍କୁ ସମସ୍ତେ ସମ୍ପୂର୍ଣ୍ଣରୂପେ ବିଶ୍ୱାସ କରିପାରିବେ? ଡାକ୍ତର ଦୁର୍ଗାମାଧବ କହିଲେ, ମୋର ଦାବି ପ୍ରଥମେ। ଜଜ୍ ହସି କହିଲେ, ମର୍ଯ୍ୟାଦା ଓ ସମ୍ମାନ ଦୃଷ୍ଟିରୁ ମୋର ମଧ୍ୟ ଅଛି। କଥା ହେଲା, ଡାକ୍ତରମାନେ ମଧ୍ୟ ପାଗଳ ହୁଅନ୍ତି, ବିଚାରକ ମଧ୍ୟ ପାଗଳ ହୋଇପାରେ ଏବଂ ପୋଲିସ ଗୁଇନ୍ଦାମାନଙ୍କର ମଧ୍ୟ ମୁଣ୍ଡ ଖରାପ ହୋଇଥାଏ। ମାଧବ କହିଲା, ମହିଳାମାନଙ୍କୁ ବାଦ୍ ଦିଆଯାଇପାରେ। ଜଜ୍ ସାହେବ କ୍ରୁଦ୍ଧ ସ୍ଵରରେ କହିଲେ, ନା, ଅସମ୍ଭବ ବୋଲି କିଛି ନାହିଁ ସେମାନଙ୍କ ପକ୍ଷରେ। ଆଚ୍ଛା ଡାକ୍ତର, ମଥୁରାନନ୍ଦ ଯେଉଁ ଆଘାତ ଫଳରେ ମଲେ ସେ ଆଘାତ ଦେବା କ'ଣ ଜଣେ ସ୍ତ୍ରୀଲୋକ ପକ୍ଷରେ ଅସମ୍ଭବ? ଖୁବ୍ ସମ୍ଭବ। ଖୁବ୍ ବେଶି ଦୈହିକ ପରିଶ୍ରମ କ'ଣ ଲୋଡ଼ା ହୋଇନି? ନା। ତେବେ ଶୁଣନ୍ତୁ। ମଥୁରାନନ୍ଦଙ୍କୁ ମାରିବାରେ ଦେହର ଜୋର ପ୍ରୟୋଗ ହୋଇନି। ଅନ୍ୟ ଦୁଇଟି କ୍ଷେତ୍ରରେ ଖାଦ୍ୟ ବା ପାନୀୟରେ ବିଷ ପ୍ରୟୋଗ କରାଯାଇଛି। ତେଣୁ ଆପଣ କୁହନ୍ତୁ, ମହିଳାମାନଙ୍କୁ ଏ ସନ୍ଦେହରୁ ମୁକ୍ତ କରିବା କ'ଣ ଉଚିତ? ବର୍ଷା ଚିତ୍କାର କରିଉଠିଲା, ଜଜ୍, ଆପଣ ପାଗଳ। ଗମ୍ଭୀର କଣ୍ଠରେ ଜଜ୍ କହିଲେ, ବର୍ଷା, ନିଜକୁ ସଂଯତ କର। ଶ୍ରୀମତୀ ବିନୋଦିନୀ, ଦୟାକରି ମୋତେ ଭୁଲ ବୁଝିବେ ନାହିଁ। ବିନୋଦିନୀ ତଳ ଆଡ଼କୁ ଅନାଇ କହିଲେ, ଯେଉଁମାନେ ମୋତେ ଜାଣନ୍ତି, ସେମାନେ କେବେ ବିଶ୍ୱାସ କରିବେ ନାହିଁ ମୁଁ ହତ୍ୟାରେ ଜଡ଼ିତ ହେବି ବୋଲି। ଜଜ୍ ସାହେବ କହିଲେ, ମୁଁ ଆପଣଙ୍କ କଥା ବୁଝିଛି। ଏ କ୍ଷେତ୍ରରେ ଯାହା ଅବସ୍ଥା ସେଥିରେ ସମସ୍ତେ ସମସ୍ତଙ୍କୁ ସନ୍ଦେହ କରିପାରିବା। କେହି ସନ୍ଦେହରୁ ମୁକ୍ତ ହେବେ ନାହିଁ। ମାଧବ କହିଲା, ରଘୁନାଥକୁ? ଜଜ୍ ସାହେବ କହିଲେ, ଏ ପୃଥିବୀ ସମ୍ପର୍କରେ ତମର ଅଭିଜ୍ଞତା ଖୁବ୍ କମ୍। ମୋର ଇଜଲାସରେ ସ୍ତ୍ରୀ ହତ୍ୟା ଅଭିଯୋଗରେ ବହୁ ଆସାମୀ ଅଭିଯୁକ୍ତ ହୋଇ ପ୍ରମାଣିତ ହୋଇଛନ୍ତି। ମାଧବ କହିଲା, ତାହା ଠିକ୍। ଆପଣଙ୍କ କଥାକୁ ମୁଁ ସ୍ଵୀକାର କରୁଛି। ଆମେ ସମସ୍ତେ ସମସ୍ତଙ୍କର ସମାନ ସନ୍ଦେହର ପାତ୍ର। ବିଚାରପତି କହିଲେ, ମୋ କଥା ହେଲା ଚରିତ୍ର, ମର୍ଯ୍ୟାଦା ବା ସମ୍ଭାବନାକୁ ମନେକରି ଆମେ କାହାକୁ ସନ୍ଦେହରୁ ମୁକ୍ତି ଦେବା ନାହିଁ।